ପୁରସ୍କୃତ ସାହିତ୍ୟିକମାନଙ୍କଠାରୁ ଉର୍ଦ୍ଧ୍ୱରେ ନୁହେଁ। ଏହି ପାଇବା ଓ ହରାଇବାର ଲାଳସା ଓ ଆଶଙ୍କା ସାହିତ୍ୟିକର ପ୍ରକୃତ ମୂଲ୍ୟର ନିୟାମକ। ଯେଉଁ ଲେଖକମାନେ ଲେଖି ଲେଖକ ହୋଇ ପ୍ରତିଷ୍ଠିତ ଓ ସୁପ୍ରତିଷ୍ଠିତ ହୋଇ ସାରିଲା ପରେ ସ୍କୁଲ ଛାତ୍ର ପରି ପୁରସ୍କାର ଦ୍ୱାରା ନିଜକୁ ସିଦ୍ଧ କରିବାକୁ ଚାହାନ୍ତି ସେମାନେ ନିକୃଷ୍ଟ ଶ୍ରେଣୀର-। ଏଥିରୁ କେହି ଯେପରି ନ ବୁଝନ୍ତି ଯେ ପ୍ରତ୍ୟେକ ସାହିତ୍ୟିକ ପୁରସ୍କାର ପାଇବାରେ ଆଶାୟୀ ବା ବ୍ୟଗ୍ର। ଅଧ୍ୟାପକ ଭରଦ୍ୱାଜ ଜାନକୀ ମହାନ୍ତି, ଅଧ୍ୟାପକ କ୍ଷେତ୍ରବାସୀ ନାୟକ, ଅଧ୍ୟାପକ ପଠାଣି ପଟ୍ଟନାୟକ, ଶ୍ରୀଯୁକ୍ତ ଭଗବାନ ପତି ଓ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା ପ୍ରମୁଖ ଅନେକ ସ୍ୱୟଂସମ୍ପୂର୍ଣ୍ଣ ସାହିତ୍ୟିକ ମନଭିତରେ ପୁରସ୍କାର କଥା ବୋଧହୁଏ ଭାବନ୍ତି ନାହିଁ। ସେମାନଙ୍କ ମଧ୍ୟରୁ କେତେକଙ୍କର ମତ ଯେ ସେମାନେ ନିସମ୍ୱଳ ଓ ପ୍ରବଳ ବନ୍ଧୁହୀନ। ତାଙ୍କର ଜୀବନରେ ସ୍ୱୀକୃତି ନାହିଁ। ଏହି ସ୍ୱୀକୃତି ପାଇବା ଓ ହରାଇବା ସମସ୍ୟା ସାହିତ୍ୟରେ କେତେକ ଅଦ୍ଭୁତ ପ୍ରସଙ୍ଗ ଆଣିଛି। ଯିଏ ସୁବିଧାରେ ରହିଛି ସେ ଅନ୍ୟମାନଙ୍କର ବାବୁ-ବାବୁ-ଡାକକୁ କାନ ଡେରିଛି। ସେହି ଡାକ ବା ହାବଭାବ ନ ଦେଖିଲେ ଭାରି ବିରକ୍ତ ହୋଇଯାଉଛି। ଆଉ କେତେକ ସୁବିଧାରେ କାଳେ ରହିଯିବେ ଭାବି ତାଙ୍କରିଠାରୁ ଛୋଟଙ୍କ ପାଖରେ ଅଧସ୍ତନ ପରି ହୋଇ ଭିକ୍ଷା ମାଗୁଛନ୍ତି। ଆଉ ସେହି ମନ୍ତ୍ରୀ ଓ ସେକ୍ରେଟାରୀଙ୍କୁ ତାରିଫ୍ କରିବାକୁ ଯାଇ ଓଡ଼ିଆ ସାହିତ୍ୟର ସାହିତ୍ୟିକର ଓଜନ ଓ ମାପକୁ ବିଭ୍ରାନ୍ତ କରୁଛନ୍ତି। କବିବର ରାଧାନାଥ ଓ କବିଶେଖର ଚିନ୍ତାମଣିଙ୍କର ରାଜା-ପ୍ରଶସ୍ତିକୁ ବଳି ପଡ଼ିଛି ଚଳିତ ଯୁଗର ମନ୍ତ୍ରୀ-ପ୍ରଶସ୍ତି। ବାସ୍ତରୀ ମସିହା ଜୁନ୍ ମାସରେ ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। କାଳକ୍ରମେ ସେ ମଧ୍ୟ ଆମର ଓଡ଼ିଶା ସାଂସ୍କୃତିକ ବ୍ୟାପାର ବିଭାଗର ସର୍ବୋଚ୍ଚ ପଦବୀ ଗ୍ରହଣ କରି ସାହିତ୍ୟିକମାନଙ୍କର ସ୍ୱୀକୃତିର ମାଆବାପା ହୋଇଗଲେ। ଏଣେ ଓଡ଼ିଆ ସାହିତ୍ୟିକଙ୍କ ଭିତରେ ଚହଳ ପଡ଼ିଗଲା-କ'ଣ କରାଯିବ? କିଏ କାଳିନ୍ଦୀ ବାବୁଙ୍କର ବିରୋଧି ହୋଇ ପାଟିସୁଆଦ କରୁଥିଲା। କାଳିନ୍ଦୀବାବୁ ବଞ୍ଚିଛନ୍ତି। କେମିତି ଯାଇ ନନ୍ଦିନୀ ଦେବୀଙ୍କୁ ପ୍ରଶସ୍ତି ଶୁଣାଇବେ? ଦେଖୁ ଦେଖୁ ନନ୍ଦିନୀ ଦେବୀ ଟାଣ ହୋଇ ବସିଗଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କର ମନକୁ ପାଇଲା ପରି ପ୍ରଶଂସା କରିବାକୁ ହେବ। ପ୍ରଶଂସା ଓ ସ୍ତୁତିର ବାଦିପାଲା ଆରମ୍ଭ ହୋଇଗଲା। ବାସ୍ତରୀ ମସିହାରୁ ତେସ୍ତରୀ ଭିତରେ ଯେତୋଟି ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଉପରେ ଆଲୋଚନା ପୁସ୍ତକ ପ୍ରକାଶ ପାଇଛି ସେଥିରେ ନନ୍ଦିନୀ ଦେବୀଙ୍କୁ ଯଥେଷ୍ଟରୁ ଅଧିକ ସାହିତ୍ୟିକ ସ୍ୱୀକୃତି ଓଡ଼ିଆ ସାହିତ୍ୟିକମାନେ ଦେଇଛନ୍ତି। କାରଣ ତାଙ୍କର ମତାମତ ଉପରେ କେନ୍ଦ୍ର ସାହିତ୍ୟ ପୁରସ୍କାର ଓ ବହୁତ ଅଂଶରେ ଜ୍ଞାନପୀଠ ପୁରସ୍କାର ମିଳି ପାରିବ। କିଏ କହୁଛି-ଅଭାବରେ ପଡ଼ିଛି ଟଙ୍କା ମିଳିବ ତ। ଆଉ କିଏ କାରଣ ଦେଖାଉଛି-ଏବେ ସଂସାର ଭାଣ୍ତ ହୋଇ ଗଲାଣି। ନ୍ୟାୟ ମରିଗଲାଣି। ଆମେ ଯାଇ ତାଙ୍କ ପାଖରେ ବଶ୍ୟତା ସ୍ୱୀକାର ନ କଲେ ଏଇ ଟେରିଲିନ ପ୍ୟାଣ୍ଟ ଓ ଶାଢ଼ୀ ରହିବ କି? ଓଡ଼ିଆ ସାହିତ୍ୟିକମାନେ ଜଣ ଜଣ ହୋଇ ଚାଲିଲେ ନନ୍ଦିନୀ ଦେବୀଙ୍କର ପ୍ରଶସ୍ତି ପାଇଁ-। ଏମିତି ଯାଉଥିଲେ ସେମାନେ ମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ପାଖକୁ। ଏମିତି ଯାଇଥିଲେ ବିଶିଷ୍ଟ ସାହିତ୍ୟିକ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପାଖକୁ। ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ କଥା ଅଲଗା ଥିଲା। କିନ୍ତୁ ଠିକ୍ ପରେ ଆସିଗଲା ପ୍ରଶସ୍ତିର ମାହେନ୍ଦ୍ର ଯୋଗ-ଶ୍ରୀମତୀ ନନ୍ଦିନୀ ଶତପଥୀ-। କହିବାର କଥା ଓ ଲେଖିଥିବା ଲେଖାର ମୂଲ୍ୟ ଥାଏ ବୋଲି